ତାଙ୍କ ଚପରାସୀ କହିଲା, ଦଶଟା ପୂର୍ବରୁ ଦେଖାହେଲା ଭଳି ଦିଶୁନାହିଁ। ମାତ୍ର ଦଶଟା ବାଜିବା ଆଗରୁ ନିରାକାରବାବୁ ବାହାରକୁ ବାହାରିଗଲେ। ସେ ବାବା ରାମାନନ୍ଦଙ୍କର ଶିଷ୍ୟ ଓ ଗୁରୁ ଆଶ୍ରମରେ ଭଜନ ସଭା ଥିବାରୁ ସେ ସେଇ ସଭାରେ ଯୋଗଦେବା ଲାଗି ତରତରରେ ପଳେଇଲେ। ମୁଁ ଏତେ ବାଟରୁ ଆସି ତାଙ୍କର ଦେଖା ନପାଇ କଣ ଫେରିଯିବି? ଏକଥାଟି ଭାରି କଷ୍ଟଦେଲା। ରାତିଟା ବରଂ ଅଟକିଯିବା ଭଲହେବ। ବାବୁଙ୍କ ପିଅନକୁ ପଚାରିଲି। ବାବୁ କଣ ରାମାନନ୍ଦଙ୍କ ଭକ୍ତ? ସେ ଉତ୍ତର ଦେଲା, ହଁ। କିନ୍ତୁ ଆମ ବିକ୍ରମବାବୁ ବି ତ ତାଙ୍କରି ଭକ୍ତ। ସେ ମୋତେ ଅନେଇ କହିଲା, 'ଭୀମ ଦୁଃଶାସନ କଣ ଏକ ଦ୍ରୋଣଗୁରୁଙ୍କ ଶିଷ୍ୟ ନୁହନ୍ତି! ' ନିରାକାର ବାବୁଙ୍କ ମେଲାଘରେ ଅନେକ ଲୋକ ଶୋଇଥାଆନ୍ତି-। ସେମାନଙ୍କ ଶୋଇବା ଢଙ୍ଗରେ ବାଗବାଇଶ ନଥାଏ। କାହାର ଗୋଡ଼ ପାଖରେ କାହାର ମୁଣ୍ଡ ତ କାହାର ପେଟ ଉପରେ କାହାର ହାତ। କିଏ ହାତ ହଲେଇ ତ କିଏ ଗାମୁଛା ବିଞ୍ଚି ମଶା ହୁରୁଡ଼େଉଛି। ଏମିତି ଅବସ୍ଥାରେ ମୋତେ ନିଦ ମାଡ଼ୁ ନ ଥାଏ। ଭାବିଲି, ଯାଏ, ବାହାରେ କିଛି ସମୟ ଘୁରାଫେରା। କରି ଆସେ। ପବନରେ ଦେହ ଟିକେ ଥଣ୍ଡା ହୋଇଗଲେ ବଳେ ବଳେ ନିଦ ଆସିଯିବ। ଏ ମଶା ଓ ଗୁଳୁଗୁଳିରେ କଣ ନିଦ ହେବ! ମୋ ପୁଅଟି ଗୋଟିଏ କଲେଜରେ କିରାଣି ଇଣ୍ଟରଭ୍ୟୁ ଦେଇଛି। ନିରାକାରବାବୁ ସେ କଲେଜରେ ପ୍ରେସିଡେଣ୍ଟ୍। ଗାଁ ପିଲାଟା, ସେଇଠି ରହିଯାଆନ୍ତା। ଏମ୍. ଏଲ୍. ଏ. ଟିକେ ସୁପାରିସ କରିଦେଲେ ହେବ। ରାତି ବାରଟା ପାଖାପାଖି ହେବ, ଦିଇଟି ଗାଡ଼ି ଆସି ନିରାକାରବାବୁଙ୍କ ଗେଟ୍ ସିଧା ରାସ୍ତା ଉପରେ ଛିଡ଼ାହେଲା। ନିରାକାରବାବୁ ଆଗ ଗାଡ଼ିରୁ ଓହ୍ଲେଇ ଆସି ପଛ ଗାଡ଼ିର ପଛ ସିଟ୍ ପାଖକୁ ଗଲେ। ରାତି ଅନେକ ହେଲାଣି। ରାସ୍ତାଘାଟ ଶୂନ୍ଶାନ୍। ନିରାକାରବାବୁ ବୋଧେ କହିଲେ "ଭିଜିଲାନ୍ସ କେସ୍ ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ବିଲେଇ ତା ଛୁଆକୁ କାମୁଡ଼େ ସିନା, ଦାନ୍ତ ବସାଏ ନାହିଁ। ମୋ ପୁଅ କଥା କିନ୍ତୁ ଆପଣଙ୍କୁ ଲାଗିଲା। ଆପଣ ଚେଷ୍ଟା ନକଲେ ଅସୁବିଧାରେ ପଡ଼ିଯିବି। " ପଛ ଗାଡ଼ିରେ କିଏ? କଣ ବିକ୍ରମବାବୁ ନିଜେ? ନା, ନା ରାମ ରାବଣ ଗୋଟିଏ ମେଢ଼ରେ କେମିତି ରହିବେ? ଆଉ କିଏ ସରକାରୀ ଲୋକ ହୋଇଥିବେ। ମୁଁ ଟିକିଏ ମୁଣ୍ଡଟେକି ଉଣ୍ଡିଲି। ଭିତରେ ଜଣେ ଦାଢ଼ିବାଲା ଲୋକ। ସେ ଗାଡ଼ିରୁ ଓହ୍ଲାଉ ନଥାନ୍ତି। କାଚ ତଳକୁ କରି ନିରାକାରବାବୁଙ୍କୁ କଣ କହିଲେ ଓ ପୁଣି କାଚ ଟେକିଦେଲେ। ନିରାକାରବାବୁ ଗାଡ଼ିରୁ ଓହ୍ଲେଇଲେ। ପାଦ ଟଳଟଳ। ଡ୍ରାଇଭର ତା ସିଟ୍ରୁ ଓହ୍ଲେଇ ଯାଇ ଗ୍ରୀଲ୍ ଗେଟ୍ ଖୋଲି ଧରିଲା। ବାବୁ ଭିତରକୁ ଚାଲିଗଲେ। ମୋ ମନ ସମ୍ଭଳା ପଡ଼ିଲା ନାହିଁ। ମୁଁ ଧାଇଁଗଲି। ଡ୍ରାଇଭରକୁ ପଚାରିଲି, "ବାବୁଙ୍କ ପଛ ଗାଡ଼ିରେ କିଏ ଥିଲେ କି? " ଡ୍ରାଇଭର ଉତ୍ତର ଦେବ କଣ ଓଲଟି ପଚାରିଲା, "ତମେ ସେଠି କଣ ଉଣ୍ଡୁଥିଲ ହେ? ତମ ଏରିଆ ଲୋକଙ୍କର ଏଇ ଦୋଷ ତ ଗଲା ନାହିଁ! " ଡ୍ରାଇଭରର କଥା ମୋତେ ପ୍ରକୃତରେ ବାଧିଲା। ମନ ଭିତରେ ସଂଦେହ ହେଲା, ଏମାନେ କଣ ସବୁ ମିଶିଗଲେଣି କି? କିନ୍ତୁ ନିଜ ଆଖିରେ ତ କାହାକୁ ଦେଖିନାହିଁ। ହାଟପଟିରେ ଆସି ପହଞ୍ଚୁ ପହଞ୍ଚୁ ମୋର ଆକୁଳିବାବୁ ଦେଖା ହେଲେ। ମୁଁ ନମସ୍କାର କଲି। ସେ କହିଲେ, "ଶୁଣିଲଣି ହୋ ମାଷ୍ଟ୍ରେ, ବିକ୍ରମ ରାଉତରାୟ ଶାସକ ଦଳରେ ଯୋଗ ଦେଇଛନ୍ତି। ସେ କୁଆଡ଼େ ଏଇଠୁ ଲୋକସଭା କ୍ୟାଣ୍ଡିଡେଟ୍ ହେବେ। କି କଥା ଏ କାନ ନ ଶୁଣିଲା ହୋ! ଦିଲ୍ଲୀ, ଭୁବନେଶ୍ୱରରେ ବାଘ ଛେଳି ଏକାଠି ପାଣି ପିଉଛନ୍ତି। ଆମେ ଏଠି ବାଡ଼ିଆପିଟା! " ମୁଁ ଆଉଥରେ ଅବା ଗଛରୁ ଖସି ପଡ଼ିଲି। କିନ୍ତୁ ଆକୁଳିବାବୁଙ୍କୁ କିଛି କହିପାରିଲି ନାହିଁ। ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହେଲା। ନା, ବିକ୍ରମ ରାଉତରାୟ ନୁହେଁ, ତାଙ୍କ ପୁଅ ସନ୍ଦୀପ ରାଉତରାୟ ଶାସକଦଳରୁ ପ୍ରାର୍ଥୀ ହୋଇଥିଲେ। ସେ ବାବୁଙ୍କୁ ଆମ ଅଞ୍ଚଳରେ କେହି ଆଗରୁ ଦେଖି ନଥିଲେ କି ତାଙ୍କ କଥା କେହି ଶୁଣି ନଥିଲେ। ତାଙ୍କର ପ୍ରଥମ ନିର୍ବାଚନୀ ସଭା ହେଲା ମଙ୍ଗଳା ପଡ଼ିଆରେ। ପଡ଼ିଆ ଭର୍ତ୍ତି ଲୋକ। ପୁରୁଷ, ସ୍ତ୍ରୀ, ବୁଢ଼ା, ବୁଢ଼ୀ, ପିଲା, ଛୁଆ ହାଉଯାଉ।